କୁମୁଦର ସେଥିପ୍ରତି ଆଉ ଲକ୍ଷ୍ୟ ନାହିଁ। ତାର ସଙ୍ଗୀତମୟ ମନର ଖବର ନେବା ତ ଦୂରର କଥା, ଯେଉଁ ଚମ୍ପାକଢ଼ ପରି ଆଙ୍ଗୁଠିଗୁଡ଼ିକ ଦିନେ ସେଇ ରିଡ଼୍ଗୁଡ଼ାକୁ ମନ୍ତ୍ରଚାଳିତ କରି ଅଶେଷ ସ୍ଵର-ଝଙ୍କାର ଛାଣି ନେଉଥିଲା, ତାର ଅବସ୍ଥା ଆଜି ଅତି ଶୋଚନୀୟ ହୋଇଚି। ଆଙ୍ଗୁଠିଗୁଡ଼ିକର ପୂର୍ବର ଉଜ୍ଜ୍ଵଳତା ଲୋପ ପାଇ ରକ୍ତହୀନତାରେ ଶୀର୍ଣ୍ଣ ଶିରାମୟ ପାଲଟିଛି। ଏଇ ବାଖରାକ ଘରେ କୁମୁଦ ଏକା ନୁହେଁ; ସାଙ୍ଗରେ ତାର ଆଉ ତିନୋଟି ଆତ୍ମା। ଘରର ମଶା, ଓଡ଼ଶ, ମୂଷା ଆଉ ଉଇ ପ୍ରଭୃତିଙ୍କୁ ଧରିଲେ ହୁଏ ତ ଅଶେଷ ଆତ୍ମା ବାହାରିବେ। ମାତ୍ର ତିନୋଟି ମଣିଷର ଆତ୍ମା ଘେନି ସେ ଘରେ ଥାନ୍ତି ତାର ତିନୋଟି ସନ୍ତାନ–ଲତା, ଲଳିତା ଆଉ ପ୍ରଦ୍ୟୁମ୍ନ। ଦୁଇଟି ଝିଅ ଆଉ ଗୋଟିଏ ପୁଅ। ଲତା ବଡ଼, ତାକୁ ପ୍ରାୟ ତେର କି ଚୌଦ। ଲଳିତା ଆଉ ପ୍ରଦ୍ୟୁମ୍ନ ଯଥାକ୍ରମେ ଦଶ ଆଉ ଆଠ ବର୍ଷର। ପ୍ରଦ୍ୟୁମ୍ନ ପଛରେ ବାଳକର ଦେହ ଧରି ଆଉ ଗୋଟିଏ ଶିଶୁଆତ୍ମା ଆସିଥିଲା; କିନ୍ତୁ ଅନେକ ଦିନ ହେଲା ସେ କୁମୁଦକୁ ଜଞ୍ଜାଳମୁକ୍ତ କରି ଚାଲିଯାଇଚି। ଜୀବିତ ପିଲାଗୁଡ଼ାଙ୍କର ସରୁ ଆଙ୍ଗୁଠିର ଚିହ୍ନ ଅନେକ ସମୟରେ ପଡ଼ୁଥିଲା ସେଇ ଧୂଳିମଳିନ ହାରମୋନିୟମ ଉପରେ। ଜଣେ ବ୍ୟାଲୋ ଚାପି ପବନ ଦେଲେ ଆଉ ଜଣେ ତାର ଭୀରୁ ଛୋଟ ଛୋଟ ଆଙ୍ଗୁଠିରେ ରିଡ଼୍ ମାଡ଼ୁଥିଲା। ଆଉ ଜଣେ ଘରଯାକ ନାଚିଯାଉଥିଲା ତାର ସ୍ଵର ଶୁଣି। କିନ୍ତୁ ଏବେ ତାହା ମଧ୍ୟ ସ୍ଵପ୍ନ। ପିଲାଗୁଡ଼ାଙ୍କର ସେଇ କୋମଳ ଆନନ୍ଦ କୁମୁଦର କଠିନ ଆଘାତରେ ତଣ୍ଟି ଚିପିହେଇ ରହିଚି। ତଥାପି ଲଳିତା ଆଉ ପ୍ରଦ୍ୟୁମ୍ନ ଆଖିରେ ସେଇ ମଳିନ ସ୍ୱରଯନ୍ତ୍ରଟିର ମଧୁର ସ୍ଵପ୍ନ ଅନେକ ସମୟରେ ଭାସି ଭାସିବୁଲେ। ମାତ୍ର କୁମୁଦର ଆଙ୍ଗୁଠି ହାଡ଼ ସେମାନଙ୍କ ପିଠିରେ ପିଠିରେ ଛୁଇଁଯିବାକ୍ଷଣି ସେମାନଙ୍କର ସ୍ଵପ୍ନ କେବଳ ସ୍ୱପ୍ନରେ ହିଁ ରହିଯାଏ। ସବୁଚାହିଁ ସେଇ ସ୍ଵରଯନ୍ତ୍ରଟିକି ଭଲପାଏ ଲତା। ବେଳେବେଳେ ସେ ତାକୁ ଏବେ ପରିଷ୍କାର କରି ରଖିବାର ଚେଷ୍ଟାକରୁଚି। ପୋଛିସାରିବା ପରେ ଲୋଭ ସମ୍ଭାଳି ନ ପାରି ରିଡ଼୍ଗୁଡ଼ାକ ଉପରେ କର୍ର କରି ଆଙ୍ଗୁଠିର ଟିପଟାକୁ ତାର ଘଷିନିଏ। ମାତ୍ର ଥରେ ହେଲେ ବ୍ୟାଲୋ ଚାପି ଯନ୍ତ୍ରଟିର ସକ୍ରିୟତା ପରୀକ୍ଷା କରିବା ପାଇଁ ମନ ବଳାଇ ପାରେ ନା। ଦିନେ ଲତା ହାରମୋନିୟମ ଝାଡ଼ୁଚି, ବାହାରୁ ଛୁଟିଆସି ଲଳିତା ତା ପାଖରେ ଆଣ୍ଠୁମାଡ଼ି ବସି ଫୁସ୍ ଫୁସ୍ କରି କହିଲା–ବଜା ମ ଥରେ ଦେଈ, ତୁ ମାଷ୍ଟ୍ରାଣୀ ଘରେ କେଡ଼େ ସୁନ୍ଦର ବାଜଉଚୁ... ଆଉ ଏଠି ଥରେ ହେଲେ ବଜଉନୁ! ବୋଉ ଆମକୁ ମାରୁଚି ବିଲି କଣ ତତେ ମାରିବ! ଏ କଥା ଶୁଣି ଲଳିତାର ମୁହଁକୁ ଅନେଇଲା ଲତା–ତାର ଅର୍ଥ ବୋଉ ମତେ ମାରିବ ନେଇ କାଇଁକି? ସେମିତି ଥାଇଁ ଲଳିତା ପୂର୍ବପରି ଚପଳତା ସହ କହିଲା ତୁ ପରା ବଡ଼ ପିଲା ହେଲୁଣୁ। ହାଇସ୍କୁଲରେ ନଅ କ୍ଲାସରେ ପଢ଼ୁଚୁ... ତତେ କଣ ଆଉ ବୋଉ ମାରିବ! ଲଳିତାର ଏ କଥାର ଫଳ ବିପରୀତ ହେଲା। ତା ଗାଲରେ ଗୋଟାଏ ଖୁନ୍ଦା ହାଣିଦେଇ ଲତା ତମ ତମ ହେଇ କହିଲା–ଯା, ଭାକ୍ ଏଠୁ। ହାରମାନିଆରେ ତୁ ଆଉ ନାଗିବୁ ତ ବୋଉ ବଦଳି ମୁଁ ଫେର୍ ତତେ ମାରିବି। ତା ପ୍ରତି ଏପରି ଶାସ୍ତି ବିଧାନର କିଛି କାରଣ ବୁଝି ନ ପାରି ଲଳିତା ମନ ଦୁଃଖରେ ଗର୍ ଗର୍ ହେଇ ସେଠାରୁ